ଠିକ୍ ଏତିକିବେଳେ ମନେହେଲା କ'ଣ ଗୋଟିଏ କଠିନ ପଦାର୍ଥ ମୋ କାଠ ଘରର ଛପର ଉପରେ ଆସି ପଡ଼ିଗଲା। ଛାତ ଦୋହଲି ଉଠିଲା। ମୁଁ ସାହସ ସଞ୍ଚୟ କରି ବାହାରକୁ ବାହାରି ଆସିଲି। ଝରକା ଭିତର ଦେଇ ମୋ ଘରର କ୍ଷୀଣ ଆଲୁଅ ବାହାରକୁ ପଡ଼ିଛି। ସେଇ ଆଲୋକରେ ଦେଖିଲି, ମଣିଷଭଳି କ'ଣ ଗୋଟିଏ ଜୀବ ମୋ ଘର ସମ୍ମୁଖସ୍ଥ ଚଟାଣ ଉପରେ ପଡ଼ିଛି। ମୁଁ ଚିତ୍କାର କରି ପଚାରିଲି-କୁହ, କିଏ ତୁମେ? କୌଣସି ଉତ୍ତର ନାହିଁ। ମୁଁ ନୀରବରେ ନିର୍ବାକ ନିସ୍ତବ୍ଧଭଳି। ସ୍ଥାଣୁ ହୋଇ କିଛିକ୍ଷଣ ଚାହିଁରହିଲି। ତାହାପରେ ଉପତିତ ମୂର୍ତ୍ତି ଆଡ଼କୁ ଚାହିଁ ଦେଖିଲି, ଜଣେ ଖୁବ୍ ସୁନ୍ଦର ଗୌରବର୍ଣ୍ଣର ଯୁବକ ମାଟିରେ ଅଜ୍ଞାନ ହୋଇ ପଡ଼ିରହିଛି। ତାହାର ପଛରେ ପକ୍ଷୀର ପରଭଳି କ'ଣ ଗୋଟିଏ ଝୁଲି ପଡ଼ିଛି। ମୁଁ ସେଇ ମୂର୍ଚ୍ଛାହତ ଯୁବକକୁ ଦୁଇ ହାତରେ ଉଠାଇ ଘର ଭିତରକୁ ନେଇଆସିଲି ଏବଂ ବିଛଣାରେ ଶୁଆଇଦେଲି। ଏବେ ପ୍ରଦୀପର ବତୀଟିକୁ ଆହୁରି ଟିକିଏ ତେଜି ଦେଲି। ସେଇ ଉଜ୍ଜ୍ୱଳ ଆଲୋକରେ ଦେଖିଲି ଯୁବକଟି ଟିକିଏ ଚକ୍ଷୁ ଖୋଲି ଚାହିଁଛନ୍ତି। ମୁଁ ତାଙ୍କ ଛାତିରେ ହାତ ଦେଇ ଦେଖିଲି ଛାତିର ସ୍ପନ୍ଦନ ଖୁବ୍ ଦ୍ରୁତତର। ତେଣୁ ସେ ଉଚ୍ଚ ସ୍ଥାନରୁ ପଡ଼ି ଗୁରୁତର ଆହତ ହୋଇଥିବାର ଜାଣିଲି। ମୁଁ ଯେଉଁ ମୋ ନିକଟରେ ଫରାସୀ ଦେଶର ସେଇ ଉତ୍କୃଷ୍ଟ ପାନୀୟ ଯାହା ଅତି ଯତ୍ନରେ ସଂଗ୍ରହ କରି ରଖିଥିଲି, ତାହା ଟିକିଏ ଟିକିଏ କରି ତାହାଙ୍କୁ ପାନ କରାଇଲି। ଏମିତି ଭାବରେ ଅନେକ ସମୟ କଟିଗଲା। କିଛିକ୍ଷଣ ପରେ ଯୁବକଟି କ'ଣ ଯେ ଶବ୍ଦ ଉଚ୍ଚାରଣ କଲେ, ମୁଁ ତାହା ଏକବର୍ଣ୍ଣ ସୁଦ୍ଧା ବୁଝିପାରିଲି ନାହିଁ। ମୁଁ ତାହାଙ୍କୁ ମୋ ଭାଷାରେ ଅନେକ କଥା ପଚାରିଲି; କିନ୍ତୁ ସେ ଗୋଟିଏ କଥାର ମଧ୍ୟ ଉତ୍ତର ନ ଦେଇ ପୁଣି ଚକ୍ଷୁ ବନ୍ଦ କଲେ। ମୁଁ ତାହାଙ୍କୁ ଆଉ କୌଣସି ପ୍ରଶ୍ନ ନ ପଚାରି ମୋ ପାଖ ଘରକୁ ଯାଇ ଶୋଇପଡ଼ିଲି। ମୋ ଘରେ ଏହି ଅଜ୍ଞାତ ତରୁଣ ଅତିଥି କ୍ରମେ ସୁସ୍ଥ ହୋଇଉଠିଲେ। ତାଙ୍କ ମୁହଁରେ କେମିତି ଗୋଟିଏ ବିଷଣ୍ଣ ଭାବ, ଚାହାଣି ଭିତର ଦେଇ ପ୍ରକାଶ ପାଉଥିଲା। ମୁଁ ତାହା କିଛି ବୁଝିପାରୁନଥିଲି। ଯେଉଁ କଥା କହୁଥିଲେ, ବୁଝୁ ନ ଥିଲି। ଏମିତି ଭାବରେ ଏକପକ୍ଷ କାଳ କଟିଗଲା। ଏକ ନିର୍ଜନ ଦ୍ୱୀପରେ ଯଦି ବା ଜଣେ ସଙ୍ଗୀ ପାଇଲି, ତାହା ସହିତ କଥା କହନ୍ତି, ତା' ନିଜ କଥା ଶୁଣନ୍ତି-ଏମିତି ମୋର କେତେ କଳ୍ପନା କେବଳ କଳ୍ପନାରେ ରହିଗଲା। ଏଥିରେ ମୋ ପିଇବା ପାଣି ଶେଷ ହେବାକୁ ବସିଲା। କିନ୍ତୁ ଭୟ ହେଉଥିଲା, ମୋର ପାଣି ଆଣିବାରେ ବିଳମ୍ବତା ଯୋଗୁଁ ବନ୍ଧୁ ଯଦି ସେଇ ସୁଯୋଗରେ ଚାଲିଯାଆନ୍ତି! କିଏ ଜାଣେ କାହିଁକି ତାଙ୍କ ପ୍ରତି ମୋର ଗୋଟିଏ ମାୟା ଜନ୍ମି ଯାଇଥିଲା। ହୁଏତ ସେ ଚାଲିଯିବେ ଏଇ ଆଶଙ୍କାରେ ମୁଁ ଶଙ୍କିତ ହୋଇଉଠିଲି। ଆମେ ଯଦିଓ କେହି କାହାରି କଥା ବୁଝିପାରୁନଥିଲୁଁ, ତଥାପି ଇଙ୍ଗିତଦ୍ୱାରା ଆମେ ପରସ୍ପର ଅନେକ କଥା କହୁଥିଲୁଁ। ମୁଁ ପାଣି ଆଣିବାକୁ ଯିବା ସମୟରେ ଇଙ୍ଗିତଦ୍ୱାରା ମୋ ମନର କଥା ବୁଝାଇଦେଲି। ସେ ମଧ୍ୟ ମୋତେ ବୁଝାଇଦେଲା ଯେ-ନା, ସେ ମୋତେ ଏହି ନିର୍ଜନ ଦ୍ୱୀପରେ ଏକୁଟିଆ ଛାଡ଼ି ପଳାଇ ଯିବ ନାହିଁ। ତଥାପି ମୁଁ ଯିବା ସମୟରେ ବାହାର ଦରଜାଟା ଟାଣି ଖୁବ୍ ଶକ୍ତ କରି ଦଉଡ଼ିଦ୍ୱାରା